ମାନେ? ସେଥିପାଇଁ ତୁମର ଧୈର୍ଯ୍ୟ ଆଉ ସାହସ ଦରକାର ଲୀଳା। ଆଉ ତୁମେ ଯଦି ସେହି ଧୈର୍ଯ୍ୟ ଆଉ ସାହସ ଉପରେ ଛିଡ଼ା ହୁଅ, ଅଳ୍ପ କେଇଦିନ ଭିତରେ ବି ଉଦ୍ଧତ ସୁନୀତି ମଜୁମଦାରର ସମସ୍ତ ସମ୍ପତ୍ତି କ୍ରୟ କରିବାକୁ ସମର୍ଥ ହୋଇପାରିବ। ମୁଁ ହଠାତ୍ ନୁରୁ ବେଗମକୁ ବୁଝିବା ଭଳି ସାହସ ପାଇ ପାରିଲି ନାହିଁ। ସେ କିନ୍ତୁ ମୋ କଥା ବୁଝିପାରିବା ଭଳି ଭାବ ଦେଖାଇ କହିଲା—ମୁଁ ଜାଣେ, ମୋ କଥା ତୁମର ଅବିଶ୍ୱାସ ହେଉଥିବ। ଆଉ ମୋର ଏଇ କଥା ଶୁଣି ତୁମେ ମୋତେ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିବ; କିନ୍ତୁ ଦିନ ଥିଲା, ମୁଁ ବି ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ବାପର ହାତ ଧରି ରାସ୍ତା ଘାଟରେ ଘୂରି ବୁଲିବା ବେଳେ କେତେକ କ୍ଷୁଧିତ ଚକ୍ଷୁ ମୋ ଉପରେ ବି ଘୂରି ବୁଲୁଥିଲା। ହେଲେ, ଆଜି ଦେଖୁଛ... ମୁଁ କୋଟିପତି, ବାପ ମୋର ଲକ୍ଷ ଲକ୍ଷ ଟଙ୍କାର ଅଧିକାରୀ। ସେଦିନର ଗୋଟିଏ ଅସହାୟା ଯୁବତୀକୁ ବିବାହ କରିବା ପାଇଁ ଆଜି କେତେ ଫରେନ୍ କ୍ୱାଲିଫାଏଡମାନଙ୍କଆଡ଼ୁ ପ୍ରସ୍ତାବ ଆସୁଛି; କିନ୍ତୁ ଏଥିପାଇଁ ଦୀର୍ଘ ତିନି ବର୍ଷ ମୋତେ କମ୍ ପରିଶ୍ରମ କରିବାକୁ ପଡ଼ି ନାହିଁ। ମୋର ରୂପରେ ଜାଲରେ ସମସ୍ତଙ୍କୁ ଉତ୍ତପ୍ତ କରି, ସେମାନଙ୍କୁ ମୋର ଲାଳସାର ପରିଧି ଭିତରେ ଘୂରାଇ ଘୂରାଇ ମୁଁ ହୋଇଛି ବିଜୟିନୀ। ମୋ ଦେହରେ ଆଙ୍ଗୁଳି ଟିପ ଛୁଇଁବାକୁ ଅଗ୍ରସର ହେବା ପୂର୍ବରୁ ସେମାନଙ୍କୁ ନର୍କ କୁଣ୍ଡକୁ ଠେଲିଦେଇ ମୁଁ ମୋର ପାରିଶ୍ରମିକ ପାଇଛି। ମାନେ, ତୁମେ ମୋତେ... ମୁଁ ଜାଣେ ଲୀଳା... ତୁମେ ଆସି ଯେଉଁ ହତାଶାର ଚରମ ଶିଖରରେ ପହଞ୍ଚିଛ, ସେଠାରୁ କୌଣସିମତେ ରକ୍ଷା ପାଇବାର ଉପାୟ ତୁମର ନାହିଁ। ମାନେ, ନିଜକୁ ରକ୍ଷା କରିବାରେ କେହି ତ ତୁମକୁ ସାହାଯ୍ୟ କରିବେ ନାହିଁ; ବରଂ ତୁମକୁ ଟିକିଏ ସହାନୁଭୂତି ଦେବା ପ୍ରତିବଦଳରେ ଚାହିଁବେ ତୁମର ଦେହ। ଶେଷରେ ତୁମେ ତ ଜଳିପୋଡ଼ି ପାଉଁଶ ହୋଇଯିବ; ହେଲେ, ତା ପଛକୁ ଆସିବେ ତୁମର ଭଉଣୀ... ନା, ନା... ବନ୍ଦ କର ନୁରୁ। ନିଜ ଦେହରେ ଶକ୍ତି ସଞ୍ଚାର କରିବାକୁ ପଡ଼ିବ, ଲୀଳା। ତୁମେ ଯଦି ଏହି ବିପତ୍ତିରେ ନ ପଡ଼ିଥାଆନ୍ତ, ତା ହେଲେ ମୁଁ ତୁମକୁ କେବେ ଏ କଥା କହି ନ ଥାନ୍ତି। କାରଣ, ପୂର୍ବରୁ ବେଶ୍ ସରଳ ଥିଲା ତୁମର ଜୀବନଯାତ୍ରା। କାରଣ ନିଜ ଦେହର କ୍ଷୟାଂଶ ଉପରେ ତୁମେ ଠିକ୍ ଗଢ଼ିନେଇ ପାରିଥାଆନ୍ତି ତୁମର ଭାଇ ଭଉଣୀମାନଙ୍କୁ। ହେଲେ ଏହି ଅବସ୍ଥାରେ... ତୁମେ ଚିନ୍ତାକର ଡାକ୍ଟର, ଏହି ପରିସ୍ଥିତିରେ ପଡ଼ି ମୋ ପରି ଜଣେ ଅସହାୟା ତରୁଣୀ କେଉଁଭଳି ଦିଗନିର୍ଣ୍ଣୟ କରିପାରେ? କାରଣ ନୁରୁ ବେଗମର କଥାରେ ପ୍ରକୃତିରେ ଅବିଶ୍ୱାସୀୟ କିଛି ନ ଥିଲା। ମୁଁ ବି ମୋର ସଙ୍ଗିନୀମାନଙ୍କ ନିକଟରୁ ବେଳେ ବେଳେ ସେହି ନରାଧମ ସୁନୀତି ମଜୁମଦାରର ଇତିହାସ ଅଳ୍ପ ବହୁତେ ଜାଣି ପାରିଥିଲି। ଆଉ ତା ନିକଟରୁ କୌଣସିମତେ ଯେ ନିଜକୁ ରକ୍ଷା କରିପାରିବି, ଏ ବିଶ୍ୱାସ ମୋର ନ ଥିଲା। କାରଣ, ମୁଁ ମୋ ପରିସ୍ଥିତିରେ ସମସ୍ତ ତୁମ ପାଖରେ ବର୍ଣ୍ଣନା କରିଯାଇଛି। ତା ଛଡ଼ା ସୁନୀତି ମଜୁମଦାର ଥିଲା ପ୍ରଖ୍ୟାତ କୋଟିପତି। ପୋଲିସ, ବିଚାରପତିମାନଙ୍କଠାରୁ ଆରମ୍ଭ କରି, ଆଜିକାଲି ଗଣତାନ୍ତ୍ରିକ ମନ୍ତ୍ରିମଣ୍ଡଳଙ୍କ ପର୍ଯ୍ୟନ୍ତ। ସମସ୍ତେ ତାର ଥିଲେ ଜଣେ ଜଣେ ସ୍ତାବକ। କାରଣ ସେମାନେ ବି ବେଳେ ବେଳେ ତାର ଶରଣ ନିଅନ୍ତି ଅର୍ଥ ପାଇଁ। ସେମାନଙ୍କ ତୁଳନାରେ ମୁଁ ଗୋଟାଏ ତୁଚ୍ଛ ଜୀବ। ମୋର ଅବସ୍ଥା ବୁଝିପାରି ନୁରୁ ବେଗମ କହିଲା—ଆଉ ମୋ କଥା ଉପରେ ତୁମେ ଯଦି ବିଶ୍ୱାସ ରଖ, ତା ହେଲେ ମୁଁ